ଠିକ୍ ଏହି ସମୟରେ କଣ୍ଟ୍ରୋଲରୁମ୍ରୁ ପ୍ରତିଧ୍ୱନିତ ହେଲା, ''ପୃଥିବୀ ଛାଡ଼ିବା ଆଉ ପାଞ୍ଚ ମିନିଟ୍ ବାକି-। '' ସମ୍ମୁଖସ୍ଥ କାନ୍ଥ ଘଣ୍ଟାକୁ ଅନାଇ ଲେନା ଦେଖିଲା ଯେ ମେରିନାକୁ ଶୁଆଇ ନ ପକାଇଲେ ତାର ଅବସ୍ଥା ଆହୁରି ସାଙ୍ଘାତିକ ହୋଇଉଠିବ। ଏହାଭାବି ସେ ଆଉ ଗୋଟିଏ ବଟିକା ବାହାର କରି ମେରିନାକୁ ଖାଇବାକୁ ଦେଲା। ବାନ୍ତିର ପ୍ରବଳ ବେଗକୁ ରୋକିବା। ପାଇଁ ପ୍ରାଣାତୁରରେ ବଟିକାକୁ ଖାଇଦେଇ ସେ ନିଜ ଜାଗାରେ ପଡ଼ିରହିଲା। ଚାହୁଁ ଚାହୁଁ ଆଖି ତାର ବୁଜି ହୋଇ ଆସିଲା-। ଧୀରେ ଧୀରେ ସେ ଚେୟାର ଉପରେ ଢଳିପଡ଼ିଲା। ମେରିନାକୁ ଅଚେତ ହୋଇ ପଡ଼ିବାର ଦେଖି ତା'ର ମୁହଁ ପାଖରେ ଝୁଲୁଥିବା ଅମ୍ଳଜାନ ମୁଖାଟିକୁ ତା' ମୁହଁ ଉପରେ ଘୋଡ଼ାଇ ଦେଇ ଓ ହାତ ଗୋଡ଼ ଯଥାସ୍ଥାନରେ ଥୋଇ ଲେନା ନିଜ ସ୍ଥାନରେ ବସିରହିଲା। ଏହି ସମୟରେ କଣ୍ଟ୍ରୋଲ ରୁମ୍ରୁ ଶୁଭିଲା, ''ଆଉ ସେକେଣ୍ଡ ବାକି। '' ଲେନା ଲକ୍ଷ୍ୟ କଲା, ତାର ସମ୍ମୁଖସ୍ଥ କାନ୍ଥଘଣ୍ଟାର କେନ୍ଦ୍ର ସେକେଣ୍ଡ କଣ୍ଟା କ୍ଷିପ୍ରଗତିରେ ଦୌଡ଼ିଚାଲିଚି; ସତେ ଯେପରି ଏହି ସେକେଣ୍ଡ ସମୟ ଆଖିପିଛୁଳାକେ ଶେଷ ହୋଇଯିବ। ଏକ ଆଶୁ ଭୟର ଆଶଙ୍କାରେ ବକ୍ତୃତା କକ୍ଷର ସଭ୍ୟମାନେ ମ୍ରିୟମାଣ ହୋଇପଡ଼ଥାନ୍ତି। ଲେନା ଅନ୍ୟ ଆଡ଼କୁ ନ ଅନାଇ ଏକଲୟରେ ଅନାଇ ରହିଥାଏ, ସେହି ବେଗଗାମୀ ସେକେଣ୍ଡ କଣ୍ଟାଆଡ଼େ। ମନେ ହେଉଥାଏ, ସେକେଣ୍ଡ କଣ୍ଟାର ଗତି ଯେପରି ବେଳକୁ ବେଳ ପ୍ରବଳତର ହେଉଛି। ଲେନାର ହୃଦୟର ସ୍ପନ୍ଦନ ମଧ୍ୟ ପ୍ରବଳ ହୋଇଉଠିଥାଏ। ଏହି ସମୟରେ ଲାଉଡ଼୍ସ୍ପିକର୍ରେ ଶୁଭିଲା, ''ମାତ୍ର ଦଶ ସେକେଣ୍ଡ ବାକି। '' କିଛି ସମୟ ପାଇଁ ପୁଣି ସେହି ନିର୍ଜୀବ ଲାଉଡ଼୍ସ୍ପିକର୍ନୀରବ ହୋଇଗଲା। ଠିକ୍ ପରମୁହୂର୍ତ୍ତରେ ଶୁଭିଲା, ''ପାଞ୍ଚ ସେକେଣ୍ଡ, ଚାରି ସେକେଣ୍ଡ, ତିନି ସେକେଣ୍ଡ, ଦୁଇ ସେକେଣ୍ଡ, ଏକ ସେକେଣ୍ଡ, ଜିରୋ ସେକେଣ୍ଡ। '' ସଙ୍ଗେ ସଙ୍ଗେ ମେଦିନୀକୁ ପ୍ରକମ୍ପିତ କରି ତଳ ରକେଟ୍ରେ ହେଲା ବିରାଟ ବିସ୍ଫୋରଣ। ଆୟତ୍ତାଧୀନ ବିସ୍ଫୋରଣର ଘୋର ଘର୍ଘର ଶବ୍ଦରେ ସାରା ଉପଗ୍ରହଟି କମ୍ପିବାକୁ ଆରମ୍ଭ କଲା; ସତେ ଯେପରି ପ୍ରବଳ ଭୂମିକମ୍ପର ପୂର୍ବାଭାସ। ବିସ୍ପୋରଣର ଠିକ୍ ପରମୁହୂର୍ତ୍ତରେ କୃତ୍ରିମ ଉପଗ୍ରହ ଅନ୍ୟ ଦୁଇଟି ରକେଟ୍କୁ ଧରି ଭୀମ ବେଗରେ ଆକାଶକୁ ଉଠିବାକୁ ଲାଗିଲା। ଗଲାବେଳେ ହଠାତ୍ ଶୂନ୍ୟ ବେଗରୁ ଘଣ୍ଟାକୁ ହଜାର ହଜାର ମାଇଲ ବେଗରେ ଗତିକଲାରୁ ଯାନ୍ତ୍ରୀମାନେ ଶରୀର ଉପରେ ଏକପ୍ରକାର ପ୍ରବଳ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ। ବକ୍ତୃତା କକ୍ଷରେ ଆଗରୁ ବିଭିନ୍ନ ବନ୍ଦୋବସ୍ତ କରାଯାଇଥିଲେ ମଧ୍ୟ ଯାନ୍ତ୍ରୀମାନେ ଏହି ଭୀଷଣ ବେଗ ହେତୁ କମ୍ପିବାକୁ ଆରମ୍ଭ କଲେ। ଏକ ପ୍ରକାର ଅସ୍ୱାଭାବିକ ଶିହରଣ ସଙ୍ଗେ ସଙ୍ଗେ ଶରୀର ଉପରେ ବିରାଟ ଚାପା ରହିଲା ଭଳି ସେମାନଙ୍କୁ ଲାଗିଲା; ସତେ ଯେପରି ସେମାନଙ୍କ ଶରୀର ଉପରେ ଏକ ଭାରୀ ପଥର ଲଦା ହୋଇଛି ଓ ଏହି ଭାରୀ ପଦାର୍ଥକୁ ସେମାନେ ସମ୍ଭାଳି ନପାରି ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି। ଅସ୍ୱାଭାବିକ ଶ୍ୱାସରୁଦ୍ଧ ହେତୁ ମୁହଁଗୁଡ଼ାକ ବିକ୍ତୃତ ହୋଇ ଆଖିଡୋଳା ଉପରକୁ ଉଠିଗଲା ଭଳି ଦିଶୁଥାଏ। ଶ୍ୱାସରୁଦ୍ଧ ହୋଇ ଜଣାପଡ଼ୁଥାଏ ସତେ ଯେପରି ହୃଦ୍ଯନ୍ତ୍ର ଓ ଫୁସ୍ଫୁସ୍ର କ୍ରିୟା ବନ୍ଦ ହୋଇ ପ୍ରାଣବାୟୁ ସଙ୍ଗେ ସଙ୍ଗେ ବାହାରିଯିବ। ସଭ୍ୟମାନଙ୍କୁ ଯେତେ କଷ୍ଟ ହେଉଥିଲେ ମଧ୍ୟ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ସେମାନେ ନିଶ୍ଚେଷ୍ଟ ହୋଇ ପଡ଼ିରହିଥାନ୍ତି। ଏହି ଅତ୍ୟଧିକ କଷ୍ଟ ସହି ନପାରି କେତେକଙ୍କ ମୁହଁରୁ ଗରଳ ଓ ଆଖିରୁ ଲୋତକଧାରା ବହିଆସିଲା। କେତେକଙ୍କ ପାଟିରୁ ଝଲକା ଝଲକା ରକ୍ତ ବାହାରି ନିଜ